ଏହିପରି ଦଶ ପରେ ଶତ, ଶତ ପରେ ସହସ୍ର, ସହସ୍ର ପରେ ଲକ୍ଷ, ଲକ୍ଷ ପରେ କୋଟି ମୁଦ୍ରାପତି ହେବାକୁ ଲୋକ ଆଶା କରେ। ତାହାହେଲେ ଖୁସି ପାଇଁ ମୁଦ୍ରାର ପରିମାଣ ସବୁବେଳେ ସମାନ ନୁହେଁ। ଧନୀ ଯେତେ ଧନ ସଞ୍ଚୟ କଲେ ସୁଦ୍ଧା ଖୁସି ହୋଇପାରେ ନାହିଁ। ତାହାହେଲେ। ସୁଖର ମାପକାଠି କାହିଁ? ସୁଖ। ବୋଲି ସମସ୍ତେ ପାଗଳ ହେଉଛନ୍ତି ସତ ମାତ୍ର ସୁଖ ସହଜରେ ମିଳୁନାହିଁ। ଯଦିବା ମିଳୁଛି, କ୍ଷଣସ୍ଥାୟୀ। ଆଜି ଯାହା ସୁଖ କାଲି ତାହା ଦୁଃଖରେ ପରିଣତ ହେଉଛି। ପୁଣି ଗୋଟିଏ ପ୍ରକାର ସୁଖ ସମସ୍ତଙ୍କୁ ସମାନ ସୁଖ ଦେଇପାରୁ ନାହିଁ-। କିଏ ଚାହୁଁଛି ଧନ, କିଏ ଚାହୁଁଛି ବିଦ୍ୟା, କିଏ ଚାହୁଁଛି ପୁତ୍ରକନ୍ୟା ଏବଂ କିଏ ଚାହୁଁଛି ପରୀକ୍ଷାରେ ସଫଳତା ଇତ୍ୟାଦି। ଏପରି ଗୋଟିଏ ନିର୍ଦ୍ଦିଷ୍ଟ ପଦାର୍ଥ ନାହିଁ, ଯାହା ସମସ୍ତଙ୍କୁ ସମାନ ସୁଖ ଦେବ। ପକ୍ଷାନ୍ତରେ ଏପରି ଗୋଟିଏ ନିର୍ଦ୍ଦିଷ୍ଟ ସୁଖ ନାହିଁ ଯାହା ସବୁଦିନେ ସମାନ ପରିଣାମରେ ସୁଖ ହେବ-। ଗଭୀର ଚିନ୍ତା କଲେ ବୁଝିହେବ, ଲୋକେ ସୁଖ ପାଇବା ପାଇଁ ପାଗଳ ହେଉ ନାହାନ୍ତି; ନିଜ ନିଜର ଦୁଃଖ ଦୂର କରିବା ପାଇଁ ପାଗଳ ହେଉଛନ୍ତି। ଦୁଃଖର ଅଭାବକୁ ପ୍ରକାରାନ୍ତରେ ସୁଖ କୁହାଯିବ। କପିଳଙ୍କ ସାଂଖ୍ୟ ଦର୍ଶନରେ ଲେଖାଅଛି, ଅତ୍ୟନ୍ତ ଦୁଃଖନିବୃତ୍ତ୍ୟା କୃତକୃତ୍ୟତା। ଅର୍ଥାତ୍ ଦୁଃଖ ଅତିମାତ୍ରାରେ ଦୂର ହୋଇଗଲେ ମୋକ୍ଷ ମିଳେ। "ସୁଖ ବୋଲି କିଛି ନାହିଁ, ତାହା ଦୁଃଖର ଅଭାବ ମାତ୍ର। " ଯେଉଁ ଲୋକ ଦୁଃଖକୁ ମନରୁ ପୂର୍ଣ୍ଣରୂପେ ଦୂର କରିଦେବ, ସେ ଈଶ୍ଵରଙ୍କୁ ମଧ୍ୟ ଚିନ୍ତା କରିପାରିବ। ଦୁଃଖ ସୁଖ ବୋଲି କିଛି ନାହିଁ, ତାହା ମନରେ ଅଜ୍ଞତା ବା ଦୁର୍ବଳତା। କିଏ ଦୁଃଖ ସୁଖରେ ବିଚଳିତ ହେଉଛି, କିଏ ଅବା ଅବିଚଳିତ ରହି ନିଜର କର୍ତ୍ତବ୍ୟ କରି ଚାଲିଛି। ମନକୁ ବିବେକ ଦ୍ଵାରା ବୁଝାଇ ପାରିଲେ ଦୁଃଖ ଆମକୁ ଯନ୍ତ୍ରଣା ଦେବ ନାହିଁ। ମନର ଆଉ ଗୋଟିଏ ଦୁଷ୍ଟାମି ଅଛି। ମୋର ସବୁବେଳେ ନିଜଠାରୁ ଅଧିକତର ସୁଖୀର ସୁଖକୁ ନିଜ ସୁଖ ସହିତ ତୁଳନା କରେ। ତେଣୁ ନିଜର ସୁଖ ଦୁଃଖ ପାଲଟିଯାଏ। ଯଦି ଦୁଃଖ ଭୋଗିବାବେଳେ ସଂସାରରେ କିଏ ନିଜଠାରୁ ଅଧିକ ଦୁଃଖ ଭୋଗୁଛନ୍ତି, ଚିନ୍ତା କରିବ; ତେବେ ନିଜର ଦୁଃଖ ସୁଖ ପାଲଟିଯିବ। ଏହିପରି ଅଭ୍ୟାସ କରୁ କରୁ ଦୁଃଖ ଓ ସୁଖରେ ସମାନ ଜ୍ଞାନ ଆସିଯିବ। ୟ-ଦୁଃଖ ଓ ସୁଖରେ ସମାନ ଜ୍ଞାନ ଆସିଲେ ଲୋକ ଆଉ ନିଜ ପାଇଁ ବା ପରିବାର ପାଇଁ କର୍ମ କରିବ କାହିଁକି? ସେ ତ ସନ୍ନ୍ୟାସୀ ହୋଇ ବୁଲିବ। ମ-ଦୁଃଖ ଓ ସୁଖରେ ସମାନ ଜ୍ଞାନ ପୂରା ଆସିବା ସହଜ ନୁହେଁ। ଯେତେବେଳେ ପୂରା ଆସିଯିବ, ସେତେବେଳେ ଲୋକ ଈଶ୍ଵରଙ୍କ ନିକଟବର୍ତ୍ତୀ ହୋଇଯିବ ବା ମୁକ୍ତି ପାଇଯିବ। ଏ ଦେହ ଥିବା ପର୍ଯ୍ୟନ୍ତ ଦୁଃଖ ସୁଖ ଊଣାଅଧିକେ ସ୍ପର୍ଶ କରିବ। ଆମେ ଦୁଃଖରେ ବା ସୁଖରେ ବିଚଳିତ ହୋଇ ପଡ଼ୁଛୁଁ। ଏହି ବିଚଳି ହେବାର ପରିମାଣ କମାଇବାକୁ ହେବ। ଦୁଃଖ ଓ ସୁଖର ସମାନ ଜ୍ଞାନକୁ ଅଭ୍ୟାସ କରିବାକୁ ହେବ। ଏହି ସମତା ଯେତେ ଆସିବ ଆମେ ସେତେ ଶାନ୍ତିରେ ରହିବା। ଦୁଃଖ ସୁଖରେ ସମାନ ଜ୍ଞାନ ଆସିଲେ ସୁଦ୍ଧା କର୍ମ କରିବାକୁ ପଡ଼ିବ। ଦେହ ଥିବା ଯାଏ କର୍ମ ଆବଶ୍ୟକ। କର୍ମ ଛାଡ଼ି ଦେଇ ସଙ୍ଗେ ସଙ୍ଗେ ଦେହ ନଷ୍ଟ ହୋଇଯିବ। ଏହି ଦେହଦ୍ୱାରା ଆମେ ଭଲ